ନୂଆ ରାଣୀ ଖୁବ୍ ଆଡ଼ମ୍ବରରେ ନଅରକୁ ଆସିଲେ, ମାତ୍ର ନୂଆ ରାଣୀଙ୍କ ପ୍ରକୃତି ଖରାପ, ସଉତୁଣୀର ପିଲା ଦୁଇଟିଙ୍କୁ ଭଲ ଆଖିରେ ଦେଖିପାରିଲେ ନାହିଁ। ପିଲା ଦୁଇଟିଙ୍କ ଯତ୍ନ ନେବାକୁ ସେ ଆଦୌ ଚାହିଁଲେ ନାହିଁ। ସେମାନଙ୍କୁ ପେଟପୂରା ଖାଇବାକୁ ମଧ୍ୟ ଦେଲେ ନାହିଁ। ତାଙ୍କ ଯୋଗୁ ରଜଝିଅ, ରଜାପୁଅକୁ ଭଲ ପୋଷାକ ମଧ୍ୟ ପିନ୍ଧିବାକୁ ମିଳେ ନାହିଁ। ସବୁବେଳେ ନୂଆରାଣୀ ପିଲା ଦୁଇଟାଙ୍କ ଉପରେ ଚିଡ଼ି ଚିଡ଼ି ହେଉଥାଏ, ବେଳେବେଳେ ବିନା କାରଣରେ ବି ମାରେ। ପିଲା ଦୁଇଟି କ୍ରମେ ବଡ଼ ହେଲେ। ଏଣେ ନୂଆ ରାଣୀଙ୍କର ଦୁଇଟି ପିଲା ବି ହୋଇଥାନ୍ତି। ରାଣୀ ଭାବିଲେ, ସଉତୁଣୀ ପିଲା ଦୁଇଟା ତ ବଡ଼ ହୋଇଗଲେଣି, ମୋର ସାନ ପିଲା ଦୁଇଟାଙ୍କ ସଙ୍ଗେ ସେମାନେ ନିଶ୍ଚୟ କଳି କରିବେ। ଏଣୁ ସେମାନଙ୍କୁ ମୂଳରୁ କୌଶଳରେ ମାରିଦେବା ଭଲ। ରାଜା କିନ୍ତୁ ସଉତୁଣୀ ପିଲା ଦୁଇଟାଙ୍କୁ ଖୁବ୍ ଦେଖିପାରନ୍ତି। ରାଣୀ ଗୋଟାଏ କୌଶଳ ପାଞ୍ଚିଲେ। ଦିନେ ସେ ଦୁଇଟି ସୁନ୍ଦର ଲଡ଼ୁ ତିଆରି କରି ସେଥିରେ କିଛି ବିଷ ମିଶାଇଦେଲେ। ଦୁଇ ପିଲାଙ୍କୁ ଡାକି ଦୁହିଁଙ୍କୁ ଦୁଇଟି ଲଡ଼ୁ ଦେଇ କହିଲେ, ଆରେ ପିଲେ, ଏଇ ଲଡ଼ୁ ଦୁଇଟି ନେଇ ଖେଳିବାକୁ ଯାଅ। ଭୋକ ହେଲେ ତାକୁ ଖାଇବ। ଆଜି ଏତକ ଛଡ଼ା ତୁମକୁ ଆଉ କିଛି ଖାଇବାକୁ ଦିଆଯିବ ନାହିଁ। ଏଣୁ ମନେ ରଖିଥାଅ। ତା ପର ଦିନ ରାତିରେ ସେ ପୋଖରୀ କୂଳକୁ ଗଲା। ସତକୁ ସତ ତାହାର ଭାଇ ଗୋଟିଏ ସୁନାର ମାଛ ହୋଇ ସେଠାରେ ଥାଏ। ସେ ଭଉଣୀକୁ ଚିହ୍ନିଲା। ରାଜକୁମାରୀକୁ ଦେଖି ସୁନାର ମାଛଟି ଆସି କୂଳରେ ବୋହୁତ ଭାତ ରଖିଦେଲା। ରାଜକୁମାରୀ ଭାତକୁ ନେଇ ଚାଲିଆସିଲା। ସେଦିନ ରାଜକୁମାରୀକୁ ପେଟପୂରା ଖାଇବାକୁ ମିଳିଲା। ସେଇ ଦିନଠାରୁ ସବୁଦିନ ସେ ପୋଖରୀ କୂଳକୁ ଯାଇ ଭାତ ନେଇ ଆସେ। ଏକୁଟିଆ ଖାଏ। ଧୀରେ ଧୀରେ ତାହାର ସ୍ୱାସ୍ଥ୍ୟ ବଦଳିଗଲା। ବହୁ ଦିନ ପେଟପୂରା ଖାଇବାକୁ ନ ପାଇ ସେ ଦୁର୍ବଳ ହୋଇଯାଇଥିଲା। ତା ଦେହରେ ପୁଣି ମାଂସ ଲାଗିଲା। ସେ କ୍ରମେ ସୁନ୍ଦର ଦିଶିଲା। ରାଣୀ ତାକୁ ଦେଖି ଆଶ୍ଚର୍ଯ୍ୟ ହେଲେ। ଝିଅଟା ଅଧା ଉପାସ ରହିଲେ ବି ଦୁର୍ବଳ ହେଉନାହିଁ କାହିଁକି? ସେ ଲୁଚି ଲୁଚି ରାଜକୁମାରୀର ଗତିବିଧି ଲକ୍ଷ୍ୟ କଲେ। ଦିନେ ଦେଖିଲେ, ପୋଖରୀ କୂଳରେ ଗୋଟିଏ ସୁନାର ମାଛ ରାଜକୁମାରୀକୁ ଖାଇବାକୁ ଭାତ ଦେଉଛି। ଏ କଥା ରାଣୀ ଏ କଥା ଯାଇ ରାଜାଙ୍କୁ କହିଲେ। ରାଜା କହିଲେ, ଏଥିରେ ଭାବିବାର କ'ଣ ଅଛି? ସେ ଖାଉ। ରାଣୀ କହିଲେ, ମହାରାଜ! ରାଜାର ଝିଅ ହୋଇ ସେ ଯାଇ ଲୁଚିକରି ମାଛଠାରୁ ଦାନା ଖାଇବ? ଏଇଟା କ'ଣ ସୁନ୍ଦର କଥା? ରାଜାଙ୍କୁ ମଧ୍ୟ ଏ କଥା ଭଲ ମନେହେଲା ନାହିଁ। ସେ ରାଗିଯାଇ କହିଲେ, କ'ଣ ଉଆସରେ କ୍ଷୀରି ପୁରୀ ଖାଇ ତାହାର ପେଟ ପୂରୁନାହିଁ? ତାକୁ ଏଠାକୁ ଡାକ। ରାଣୀ ତ ଝିଅକୁ ରାଜାଙ୍କ ସହିତ ଦେଖା କରିବାକୁ ଚାହୁଁ ନ ଥିଲେ। ସେ କହିଲେ, ମହାରାଜ! ଆପଣ ବୋଧହୁଏ ଝିଅକୁ କଠିନ ଦଣ୍ଡ ଦେବାକୁ ଚାହାନ୍ତି, ମାତ୍ର ପିଲାଟାକୁ ମାରିବା ଦରକାର କର ନାହିଁ। ଆପଣ ପୋଖରୀ କୂଳରେ ପ୍ରହରୀ ଜଗାଇ ଦିଅନ୍ତୁ। କାଲି ମାଛଗୁଡ଼ାକୁ ମାରିଦିଅନ୍ତୁ। ତାହା ହେଲେ ସବୁ ଅଡ଼ୁଆ ତୁଟିଯିବ। ରାଜା ସଙ୍ଗେ ସଙ୍ଗେ ସେଇଆ କରିବାକୁ ଆଦେଶ ଦେଲେ। ପୋଖରୀ କୂଳରେ ପ୍ରହରା ଦେବାକୁ ଜଗୁଆଳି ରହିଲେ। ରାଣୀ ମାଛଗୁଡ଼ାକୁ ମରାଇଦେଲେ। ସେହି ସୁନା ମାଛଟିକୁ ଯାଇ ନିଜେ ଧରି ଆଣିଲେ। ତାକୁ ଚୁଲିରେ ପକାଇ ସେଇଟି ଭଲ ଭାବରେ ପୋଡ଼ିଯିବାରୁ ତାକୁ ଚକଟି ଖାଇଦେଲେ। ରାଜକୁମାରୀ ଉପରେ ରାଣୀଙ୍କ ଅତ୍ୟାଚାର ପୁଣି ଆରମ୍ଭ ହୋଇଗଲା। କ୍ରମେ ତାହାର ଅବସ୍ଥା ପୂର୍ବଭଳି ଖରାପ ହେଲା। ରାଣୀ ତା ସଙ୍ଗରେ ଦିନସାରା ଝଗଡ଼ା କରନ୍ତି। ତାକୁ ମନଇଚ୍ଛା ମାରନ୍ତି। ଖାଇବାକୁ ଖୁବ୍ କମ୍ ଦିଅନ୍ତି। ଆପଣାର ଛିଣ୍ଡା ପୁରୁଣା ଲୁଗା ପିନ୍ଧିବାକୁ ଦିଅନ୍ତି। ରାଜକୁମାରୀ ଆଉ କ'ଣ ବା କରିବ? ନୀରବରେ ସବୁ ସହି ପଡ଼ିଥାଏ। ଭାଇକୁ ନିନ୍ଦେ। ଦିନେ ରାତିରେ ଭାଇ କଥା ପୁଣି ତାହାର ମନେପଡ଼ିଲା। ସେ ଏକୁଟିଆ କେତେ କାନ୍ଦିଲା। ସେଦିନ ସେ ରାତିରେ ସ୍ୱପ୍ନ ଦେଖିଲା। ଭାଇ କହୁଛି, ଅପା, ତୋ ଦୁଃଖ ଦେଖି ମୁଁ ଆଉ ରହିପାରୁନି। ଏହି ରାଣୀ ତୋତେ ଶୁଖାଇ ଶୁଖାଇ ମାରିବାକୁ ଚାହେଁ।